ଗାଆଁରୁ ଯିଏ ବା ଯେଉଁମାନେ ଚାଲି ଯାଉଛନ୍ତି ଯାଆନ୍ତୁ। ଆମେ ଗାଆଁବାଲାଏ ସେମାନଙ୍କୁ ମୋଟେ ଅଟକାଇ ରଖିବା ନାହିଁ। ସେମାନେ ସେଠି ଘରଦୁଆର କଲେଣି, ସହର ରୀତିରେ ଆତଯାତ ହେଲେଣି। ସେଥିରେ ମଧ୍ୟ ଆମେ କେବେହେଲେ, ଆପତ୍ତି କରିବୁ ନାହିଁ। ମାତ୍ର କାଳକ୍ରମେ ଗାଆଁରେ ଏଭଳି ଗୋଟିଏ ସ୍ଥିତି ହୋଇଯାଇଛି ଯେ, ଏଠି ଅଧିକାଂଶ ଜମିର ମାଲିକ ବର୍ତ୍ତମାନ ଗାଆଁରେ ନୁହେଁ, ସହରରେ ହିଁ ରହୁଛନ୍ତି। ସେମାନଙ୍କର ବାପା ଅଜା ସେହି ଜମିକୁ ଅର୍ଜିଥିଲେ; ସେମାନେ ସମସ୍ତେ ଗାଆଁରେ ହିଁ ରହୁଥିଲେ। ମୁଖ୍ୟତଃ ସେଇମାନେ ହିଁ ନିଜର ପିଲାଙ୍କୁ ସହରରେ ପାଠ ପଢ଼ାଇଲେ, ସହରମୁହାଁ କଲେ। ଅଥଚ ପୈତୃକ ଜମିଗୁଡ଼ିକ ଗାଆଁରେ ରହିଲା ଏବଂ କାଗଜପତ୍ରରେ ସେଇମାନେ ତାହାର ମାଲିକ ହୋଇ ରହିଲେ। ନିଜର ଜମିକୁ ଏମାନେ ଗାଆଁରେ ରହୁଥିବା ଲୋକମାନଙ୍କୁ ଭାଗରେ ଦେଲେ। ଅର୍ଥାତ୍, ଗାଆଁରେ ଥିବା ଅଳପିକିଆମାନେ ସହରରେ ସଂସାର ବାନ୍ଧି ରହୁଥିବା ଥୋକେ ମଣିଷଙ୍କର ଜମିକୁ ଭାଗରେ ଚାଷ କଲେ। ମାଲିକ ହୋଇଥିବାରୁ ଏମାନେ ଉତ୍ପାଦନରୁ ମଧ୍ୟ ଅଂଶ ନେଲେ,- ଇହାଦେ ମଧ୍ୟ ନେଉଛନ୍ତି। ଏଣୁ ବହୁ ଅନର୍ଥର ସୃଷ୍ଟି ହେଉଛି। ଭାରତବର୍ଷରେ ଆବାଦ ହୋଇ ପାରୁନଥିବା ବହୁତ ଜମି ପଡ଼ିଆ ରହୁଛି ପଛକେ, ଗାଆଁରେ ଭୂମିହୀନ ମଣିଷମାନେ ରହିଥିଲେ ମଧ୍ୟ ସେଗୁଡ଼ିକ ଚଷି ପାରୁନାହାନ୍ତି। ଆଉ କେତେ ପୁରୁଷଯାଏ ଏହି ଅବସ୍ଥା ଲାଗି ରହିଥିବ କେଜାଣି? ଏଣିକି ଆମ ଗାଆଁରେ ଜମି ବ୍ୟବସ୍ଥା ଏବଂ କୃଷି ବ୍ୟବସ୍ଥା ଅନ୍ୟ ହିସାବରେ ଓ ଅନ୍ୟ ନ୍ୟାୟରେ ହେବ। ଆମେ ଗାଆଁବାଲା ସମସ୍ତେ ଏକାଠି ବସି ସେହି ନୂଆ ହିସାବଟିକୁ ସ୍ଥିର କରିବା-। ଯେଉଁମାନେ ଗାଆଁରେ ରହିବେ, ଜମିର ଚାଷ କରିବେ, ଅର୍ଥାତ୍ ଯେଉଁମାନଙ୍କର କୁଟୁମ୍ବ କୃଷି ଉପରେ ହିଁ ନିର୍ଭର କରୁଥିବ, ଜମି ମଧ୍ୟ ସେହିମାନଙ୍କର ହେବ। ବାପା ଅଜାଙ୍କ ଜମି ହାତକୁ ଆସିଛି ବୋଲି ଯେଉଁମାନେ ବାହାରେ ଥାଇ ଓ ବାହାରର ନାନା ଜୀବିକା ଆଦରି ମଧ୍ୟ ନିଜକୁ ଜମିର ମାଲିକ ବୋଲାଇ ଫସଲର ଅମଳ ବେଳକୁ ଗାଆଁକୁ ଆସି ଭାଗ ଦାବି କରିବେ, ସେମାନଙ୍କୁ ଆମେ ସେହି ଅସୁନ୍ଦର ରୀତିଟାକୁ ସେହି ଆଗପରି ବଜାୟ ରଖିବାକୁ ଆଦୌ ସୁଯୋଗ ଦେବୁ ନାହିଁ। ଯିଏ କୃଷିକୁ ଜୀବନର ଧର୍ମ ରୂପେ ଗ୍ରହଣ କରିଛି, ଜମି ତାହାରି ହୋଇ ରହିବ। ଜଣେ ଅଣକୃଷକ ଜମିର ମାଲିକ ବୋଲାଇ ଅମଳରୁ ଭାଗ ଦାବି କରିଆସିବ, ଏକଥା ଆଉ ହୋଇପାରିବ ନାହିଁ। କୃଷିକୁ ଆଦରି ଥିବା ଗ୍ରାମବାସୀ କୃଷକମାନେ ହିଁ ଜମିର ଅଧିକାରୀ ହେବେ ଏବଂ ତେବେଯାଇ ଗାଁର କୃଷିରେ ଅଧିକ ସଫଳ ଭାବରେ ବିଜ୍ଞାନବୁଦ୍ଧିର ପ୍ରୟୋଗ ହୋଇପାରିବ,। ଏବଂ ଭାଗ ଦିଆଯାଇ ପାରିଲା ନାହିଁ ବୋଲି ଆମ ଗାଆଁରେ ଜମି ବା ବଗିଚା ପଡ଼ିଆ ପଡ଼ି ରହିଲା, ଏକଥା ହେବନାହିଁ। ଦେଶ ସ୍ଵାଧୀନ ହେବା ପରେ ପରେ ହିଁ ଏହି କଥାଟି ସବାଆଗ ହୋଇଥାଆନ୍ତା। ଚଲାଖି ଲୋକମାନେ ତାହା କରାଇ ଦେଲେନାହିଁ। ଦେଶଟା ଅଳପ ମଣିଷଙ୍କର ଭୋଗଭୂମି ହୋଇ ରହିଲା। ପୃଥିବୀରେ, ସବୁ ଆଗୁଆ ଦେଶରେ ଜମିମାଲିକ ହିଁ ଜମିର ଆବାହ କରୁଛନ୍ତି- ଭାଗଚାଷୀ ପ୍ରଜା ବୋଲି ଆଦୌ କେହି ନାହାନ୍ତି। ଆମେ ମଧ୍ୟ ଗାଆଁରେ ଏକାଠି ବସି ସେହି ନୂତନ ବିଧାନଟିକୁ ଗ୍ରହଣ କରିନେବା। ଯେଉଁମାନେ ଗାଆଁ ଜମିର ମାଲିକ ହୋଇ ରହିଛନ୍ତି ଓ ଅମଳରୁ ଭାଗ ନେବାକୁ ବାହାରୁ ଆସି ପହଞ୍ଚି ଯାଉଛନ୍ତି, ସେମାନଙ୍କୁ ମଧ୍ୟ ସାଙ୍ଗରେ ବସାଇ ଆମେ ଏହି ନୂଆ